ସୋମବାର ଓଧ ସାଙ୍ଗରେ ଭୁଆ ବିରାଡ଼ି ବାଇ ଓଧ ପାଣିରେ ପଶି ମାଛ ଖାଇବା ଦେଖି ଭୁଆ ବିରାଡ଼ି ପାଣିରେ ପଶ ବୁଡ଼ି ମରିବାର ଢଗ ଗାଁ ଲୋକେ ଜାଣନ୍ତି। ସେହିପରି ଓଡ଼ିଶାରେ ଡି: ଏମ: କେ: ପରି ଦଳ ଗଠନ, ମାନ୍ଦ୍ରାଜର ଡି: ଏମ: କେ ଦଳକୁ ଅନୁକରଣ କରି ଅନ୍ୟ ପ୍ରଦେଶରେ ପ୍ରାଦେଶିକ ଦଳ ଗଠନ କରିବା ପୂର୍ବରୁ ମାନ୍ଦ୍ରାଜର ପୂର୍ବ ବୃତ୍ତାନ୍ତ ଜାଣିବା ଉଚିତ। ମାନ୍ଦ୍ରାଜରେ ବ୍ରାହ୍ମଣ ଅବ୍ରାହ୍ମଣ ବିବାଦ ଅନ୍ତତଃ ଷାଠିଏ ବର୍ଷ ପୂର୍ବରୁ ତିକ୍ତ ହୋଇଆସୁଥିଲା। ଇଂରେଜମାନଙ୍କ ସମୟରେ ମାନ୍ଦ୍ରାଜରେ ଜଷ୍ଟିସ ପାର୍ଟି ନାମରେ ଏକ ଦଳ ଅବ୍ରାହ୍ମଣମାନଙ୍କଦ୍ୱାରା ଗଠିତ ହୋଇଥିଲା। ସେତେବେଳେ ସବୁ କ୍ଷେତ୍ରରେ କେବଳ ବ୍ରାହ୍ମଣମାନେ ଥିଲେ। ସେହିମାନଙ୍କ ଭିତରୁ ନରମପନ୍ଥୀ, ଚରମପନ୍ଥୀ ଓ ଅନ୍ୟ ପନ୍ଥୀ ହେଉଥିଲେ। ଭୋଟଦ୍ୱାରା ପ୍ରତିନିଧି ନିର୍ବାଚନ ପ୍ରଥା ଆରମ୍ଭ ହେବାରେ ଜଷ୍ଟିସ ପାର୍ଟି କ୍ରମେ ଶାସନକୁ ଆସିଲେ। ଓଡ଼ିଶାରୁ ଖଲିକୋଟ ରାଜା, ପାରଳାଖେମୁଣ୍ଡି ମହାରାଜା ଏମାନେ ସମସ୍ତେ ଜଷ୍ଟିସ ପାର୍ଟିରେ ଯୋଗ ଦେଇଥିଲେ। ଜାତୀୟତା ଆନ୍ଦୋଳନରେ ବ୍ରାହ୍ମଣମାନେ ହିଁ ନେତୃତ୍ୱ ନେଇଥିଲେ। କଂଗ୍ରେସ ନିର୍ବାଚନରେ ଯୋଗ ଦେବା ପରେ କଂଗ୍ରେସ ନେତା ବ୍ରାହ୍ମଣମାନେ ଶାସନକୁ ଆସିଲେ। ସେହି ସମୟରେ ମୁନିତ୍ର କଡ଼ଗମ ନାମକ ଏକ ସଂସ୍ଥା ରାମସ୍ୱାମୀ ନାରକାର ସ୍ଥାପନ କଲେ। ଏହା କେବଳ ବ୍ରାହ୍ମଣ ବିରୋଧୀ ନଥିଲା, ଏହା ଭାରତ ବିରୋଧୀ ମଧ୍ୟ ଥିଲା। ତତ୍କାଳୀନ ନେତା ସତ୍ୟମୂର୍ତ୍ତି ଅବ୍ରାହ୍ମଣମାନଙ୍କ ଭିତରେ କଂଗ୍ରେସ କାର୍ଯ୍ୟ କରିବାପାଇଁ କାମରାଜ ନାଦରଙ୍କୁ ଉତ୍ସାହ ଓ ପ୍ରଶ୍ରୟ ଦେଇଥିଲେ। କ୍ରମେ କାମରାଜଙ୍କ ପ୍ରତିପତ୍ତି ବଢ଼ିବାରୁ ସେ ରାମସ୍ୱାମୀ ନାରକାରଙ୍କ ସହିତ ଅବ୍ରାହ୍ମଣ ସୂତ୍ରରେ ବନ୍ଧୁତା ସ୍ଥାପନ କଲେ। ଏହା ଫଳରେ କ୍ରମେ କଂଗ୍ରେସ ଭିତରେ ଅବ୍ରାହ୍ମଣ ପ୍ରଭାବ ବଢ଼ିଲା ଓ ମୁନିତ୍ର କଡ଼ଗମର ପ୍ରଭାବ କମିଲା। ଏ ସଂସ୍ଥା ନରମପନ୍ଥୀ ହୋଇଯିବାରୁ ଡି. ଏମ. କେ. ନାମକ ଚରମପନ୍ଥୀ ଦଳ ସୃଷ୍ଟି ହେଲା। ଭାରତରୁ ଅଲଗା ହୋଇଯିବା, ଭାରତର ଶାସନ ବିଧାନକୁ ନ ମାନିବା, ଏପରିକି ଜାତୀୟ ପତାକାକୁ ପୋଡ଼ିବା ଏହି ଡି. ଏମ. କେ. ଦଳର କାର୍ଯ୍ୟକ୍ରମ ହେଲା। ଏହିମାନଙ୍କ ଆନ୍ଦୋଳନ ଫଳରେ ମାନ୍ଦ୍ରାଜ ରାଜନୀତିରୁ ଶିକ୍ଷାକ୍ଷେତ୍ରରୁ ଚାକିରି କ୍ଷେତ୍ରରୁ, ସବୁ କ୍ଷେତ୍ରରୁ ବ୍ରାହ୍ମଣମାନେ କ୍ରମେ ବହିଷ୍କୃତ ହୋଇଗଲେ। ଗତ ସାଧାରଣ ନିର୍ବାଚନରେ ଏହି ଦଳ ସ୍ୱତନ୍ତ୍ର ଓ କମ୍ୟୁନିଷ୍ଟ ଦଳ ସହିତ ନିର୍ବାଚନ ମେଣ୍ଟ ବାନ୍ଧିଥିଲେ; କିନ୍ତୁ ଏକାକୀ ଡି. ଏମ. କେ. ସଂଖ୍ୟାଗରିଷ୍ଠ ହେବାରୁ ଏମାନେ ଶାସନର ଦାୟିତ୍ୱ ନେଲେ। ଏମାନେ ହିନ୍ଦୀ ଭାଷା ବ୍ୟବହାର ବନ୍ଦ କରାଇଲେ ଓ ପ୍ରବଳ ଆନ୍ଦୋଳନ ହିନ୍ଦୀ ଓ ଭାରତ ବିରୁଦ୍ଧରେ ଚାଲିଲା। ଏମାନଙ୍କ ନେତା ଆନାଦୁରାଇ ଅତି ଜନପ୍ରିୟ ତୀକ୍ଷ୍ଣ ରାଜନୀତିଜ୍ଞ ଥିଲେ। ତାଙ୍କରି ନେତୃତ୍ୱରେ ଭାରତ ବିରୋଧ ଆନ୍ଦୋଳନର ଉପସମ ଘଟିଥିଲା; କିନ୍ତୁ ଏ ଦଳର ନିର୍ଦ୍ଦିଷ୍ଟ ମତ ଯେ ତାମିଲ ସଂସ୍କୃତି ଆର୍ଯ୍ୟ ସଂସ୍କୃତିଠାରୁ ଭିନ୍ନ ଓ ମହତ୍ତର ଏବଂ ବ୍ରାହ୍ମଣମାନେ ଆର୍ଯ୍ୟ ସଂସ୍କୃତିଦ୍ୱାରା ପ୍ରଭାବିତ। ଏହି ଦଳକୁ ସହାନୁଭୂତିର ସହିତ ବିଚାରକୁ ନେବା ଭାରତର ନୀତି ହୋଇଛି। ସେହିପରି ମହାରାଷ୍ଟ୍ରରେ ମରହଟ୍ଟା ଜାତିର ଲୋକେ କ୍ରମେ କଂଗ୍ରେସକୁ ଦଖଲକରି ବ୍ରାହ୍ମଣମାନଙ୍କୁ ସାତପାଞ୍ଜିରୁ ବିଦା କରିଛନ୍ତି। ଏଠାର ଅବ୍ରାହ୍ମଣ ସଂହତିର ଏହାର ପରିଣତି 'ଶିବସେନା', ଡି. ଏମ. କେ. କୁ ଅନ୍ୟ କୌଣସି ପ୍ରଦେଶରେ ଅନୁକରଣ କରିହେବ ନାହିଁ। କାରଣ ସ୍ୱତନ୍ତ୍ର ସଂସ୍କୃତି, ସ୍ୱତନ୍ତ୍ର ଭାଷା, ସ୍ୱତନ୍ତ୍ର ସଭ୍ୟତାର ଦାବି କରି ଏ ଦଳ ଗଠିତ ହୋଇଛି ଓ